ଯାଇଥାଏ। କେତେଜଣ ପ୍ରମୁଖ ଦଣ୍ଡସୁଆଙ୍ଗ ଲେଖକଙ୍କ ଭିତରେ ରଙ୍ଗୁଣି ବନ୍ଧ ସାହିର ସନ୍ନ୍ୟାସୀ ନାଏକ ମୁଣ୍ଡମରେଇର ଦଣ୍ଡପାଣି ଜେନା ଓ ବାସୁଦେବପୁରର ଅନ୍ତର୍ଯ୍ୟାମୀ ଦାସ ଅନ୍ୟତମ। ଏହିପରି ତୋର ଅଠର ଏକୋଇଶି ଦିନ ବୁଲିବା ପରେ ଦଣ୍ଡଦଳ ବିଷୁବ ସଂକ୍ରାନ୍ତି ଦିନ କାମନା ମନ୍ଦିର ପାଖରେ ରୁଣ୍ଡୁ ହୁଅନ୍ତି। ସେଠାରେ ମେରୁଯାତ୍ରା ଅନୁଷ୍ଠିତ ହୁଏ। ମେରୁକୁଣ୍ଡର ଦୁଇ ପାଖରେ ବେଲକାଠ ଦ୍ୱାରା ଦୁଇଟି ଖୁଣ୍ଟ ପୋତାଯାଏ। ସେ ଦୁଇଟିକୁ ଗୋଟିଏ କାଠ ଦ୍ୱାରା ସଂଯୁକ୍ତ କରାଯାଏ। ମୁଖ୍ୟ ଦଣ୍ଡୁଆ ସ୍ନାନ ସାରି ଓଦା ବସ୍ତ୍ରରେ ପ୍ରଭୁଙ୍କୁ ଦର୍ଶନ କରନ୍ତି ତାଙ୍କ ଦେହରେ କାଳୀ ଲାଗିଲା ପରେ କେତେକ ଲୋକ ମିଶି ତାଙ୍କୁ ନିୟନ୍ତ୍ରଣ କରନ୍ତି ଏହା ପରେ ତାଙ୍କୁ ସେହି କାଠରେ ଓଲଟା ଲଟକାଇ ଦିଆଯାଏ। ତଳେ ଝୁଣା ଧୂଆଁର ଝାସରେ ତାଙ୍କ ନାକରୁ ତିନି ଟୋପା ରକ୍ତ ପଡ଼ିବା ପରେ ସେ ଅଚେତ ଅବସ୍ଥାରେ ସେଥିରେ ଝୁଲି ରହନ୍ତି। ତାଙ୍କୁ ନିକଟସ୍ଥ ଜଳାଶୟକୁ ନେଇ ତାଙ୍କ ଚେତା ଫେରାଇ ଆଣିବା ପରେ ସମାପନ ହୁଏ ଦଣ୍ଡନାଚ। ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ। ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ। ଦଣ୍ଡନାଟରେ ମିଶିବା ଦ୍ୱାରା ମାଆ କାଳୀଙ୍କ କୃପାରୁ ପାପ ଓ ଦୁଃଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି। ଦଣ୍ଡନାଚରେ ତେର ଜଣ ମୁଖ୍ୟ ଭୋକ୍ତା ଥାଆନ୍ତି ଏହି ତେର ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ। ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି। ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ ନିଷ୍ଠା ଏବଂ ତ୍ୟାଗର ବିଧିବିଧାନ ରହିଛି। ଭୋକ୍ତାମାନେ ଯେଉଁ ଷୋହଳ ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା ଆହାର ଉଜାଗର ମୈଥୁନ ତ୍ୟାଗ ଗୃହତ୍ୟାଗ ପଦଗମନ ଶ୍ମଶାନ ନୃତ୍ୟ ଧୂଳି ପାଣି ଅଗ୍ନି ଗୃହଦଣ୍ଡ ଅଙ୍ଗବଳୀ ମେରୁପଟା ଶୁଦ୍ଧିକ୍ରିୟା କୁଳଭୋଜି ଅଗ୍ନି ପରୀକ୍ଷା। ଲିଆ ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ। ଭୋକ୍ତାମାନେ ଶିବ ପାର୍ବତୀ କାଳୀ କଳସ ବେତ ଛତ୍ର ବାନା ଆଲଟ ଚାମର ଘଣ୍ଟ ଢୋଲା ମହୁରୀ ଶଙ୍ଖ ତୁରୀ ଧରି ଗାଁକୁ ଗାଁ ବୁଲନ୍ତି। ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିଅ ନିମନ୍ତ୍ରଣ କରନ୍ତି। ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ। ଯଜମାନଙ୍କ ମନସ୍କାମନା ପୂର୍ତ୍ତି ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ ଧୂଳିଦଣ୍ଡ ବଜ୍ରଦଣ୍ଡ ଅଗ୍ନିଦଣ୍ଡ ନୃତ୍ୟଦଣ୍ଡ ଆଦି ବରଣ କରନ୍ତି। ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୁ ପାଣିଦଣ୍ଡ ନୃତ୍ୟ ପରିବେଷ କରନ୍ତି। ଶିବ ପାର୍ବତୀ ଯୋଗି ଯୋଗିଆଣୀ କେଳା କେଳୁଣୀ ଶିବର ଶବରୁଣୀ ହାଡ଼ି ହାଡ଼ିଆଣୀ ଚଡେୟା ଚଡେୟାଣୀ ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରନ କରେ। ସୁଆଙ୍ଗ ବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି। ପୌରାଣିକ କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ। ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଏ। ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ। ଏହି ଶେଷ ଦିନକୁ ମେରୁ ପୂଜା କୁହାଯାଏ। ପ୍ରଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶରୀର କଷ୍ଟ ଗ୍ରହଣ କରନ୍ତି। ଘଣ୍ଟ ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନେ କାଳୀରୁଦ୍ର ମଣିକ ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତିଭାବ ସୃଷ୍ଟି କରିଥାଏ। ଏହାର ପରିଦିନ କୁଳଭୋଜି ହୁଏ ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି।